ମୁଁ ଚୋରୀ କରିବାକୁ ବଙ୍ଗଳାକୁ ପଶିଥିଲି। ମୁଁ ଦୋଷୀ। ମୋତେ ଦଣ୍ଡ ଦିଅ। '' ବିଚାରରେ ସନିଆ ହେଲା ଦୋଷୀ। ସେ ଜେଲଖାନାକୁ ଗଲା। ସେ ଦାଗୀ, ସେ ଚୋର। ଚମ୍ପା ସବୁ ଶୁଣିଲା। ମେନେଜରଙ୍କ ଓଠରେ ଓଠ ଲଗାଇ ହସି ହସି କହିଲା, ''ରାସ୍ତାରୁ ଏତେ ଦିନକେ କଣ୍ଟାଟାଏ ଗଲା। '' ସୃଷ୍ଟି ଛଡ଼ା ଘୁଣଖିଆ ମନ ଉପରେ କୃତ୍ରିମ ହସର ପ୍ରଲେପ ଟିକିଏ ବୋଳିଦେଇ ବଞ୍ଚିରହିବାକୁ ଯେତେ ପ୍ରକାର ପ୍ରୟାସ କରୁଥିଲେ ବିଦ୍ୟୁପ୍ରଭା ସେ ସବୁ ବ୍ୟର୍ଥ ହୋଇଯାଇଛି। ଜୀବନ ମଧ୍ୟରେ କେଉଁଠି ଯେ ତାଙ୍କର ଅଭାବଟା ରହିଯାଇଛି ସେଟା କେବଳ ତାଙ୍କୁ ଜଣା। ତାଙ୍କ ଘରକୁ ଅନେକ ଲୋକ ଆସନ୍ତି ଏବଂ ଚାଲିଯାଆନ୍ତି, ମାତ୍ର କାହାରି ଆଖିରେ ବିଦ୍ୟୁପ୍ରଭାଙ୍କର ମାନସିକ ଅଶାନ୍ତିର କାରଣଟା ମୋଟେ ଧରାପଡ଼େ ନାହିଁ। ସମସ୍ତଙ୍କର ଆଖି ସମାନ ନୁହେଁ। ସବୁ ମଣିଷ ମଧ୍ୟ ସମାନ ନୁହଁନ୍ତି। ତାଙ୍କ ମଧ୍ୟରେ ଜଣେ ଜଣେ ଏମିତି ଅସାଧାରଣ ମଣିଷ ଥାଆନ୍ତି ତାଙ୍କ ଆଖି ଦୁଇଟାକୁ ମୋଟେ ଫାଙ୍କିଦେଇ ହୁଏ ନାହିଁ। ମୋଟାମୋଟି କହିବାକୁ ଗଲେ। ସେ ଅସାଧାରଣ ମଣିଷର ଆଖି ଦୁଇଟା ଆଖି ହୋଇ ରହିନଥାଏ-। ସେ ଆଖି ଦୁଇଟାକୁ ଅଣୁବୀକ୍ଷଣଯନ୍ତ୍ର କହିଲେ ଚଳେ। ତାଙ୍କ ଘରକୁ ଲୋକଙ୍କର ଯିବାଆସିବା କେବେ ବନ୍ଦ ନ ଥିଲା। ବିଦ୍ୟୁପ୍ରଭାଙ୍କର ସ୍ୱାମୀ ମୋହନବାବୁ ଯଦିଓ ଉଦାର ପ୍ରକୃତିର ମଣିଷ ନ ଥିଲେ ତଥାପି ବୋକାମାନଙ୍କ ଆଖିରେ ସେ ଯେ ଥିଲେ ଉଦାର ପ୍ରକୃତିର ମଣିଷ ଏହି କଥା ବିଦ୍ୟୁପ୍ରଭାଙ୍କୁ ଖୁବ୍ ଭଲ ଭାବରେ ଜଣା। ଯେଉଁସବୁ ନିର୍ବୋଧ ମଣିଷଗୁଡ଼ିକ ଭଦ୍ରଲୋକର ବେଶ ପକାଇ ତାଙ୍କ ଘରକୁ ଯିବାଆସିବା କରୁଥିଲେ ମୋହନବାବୁ ସେମାନଙ୍କୁ ଜଳଖିଆ ପେଟେ ନ ଖୁଆଇ ଛାଡ଼ନ୍ତି ନାହିଁ। କେହି ଯଦି ଖାଇବାକୁ ରାଜି ହୁଏ ନାହିଁ ମୋହନବାବୁଙ୍କ ଅଭିମାନ ମିଶ୍ରିତ ଦୁଇପଦ କଥା ଶୁଣିଲେ ଅତି କମରେ ଗୋଟିଏ ମିଠା ସହିତ ଗ୍ଲାସେ ପାଣି ତାକୁ ଉଦରସ୍ଥ କରିବାକୁ ପଡ଼ିଥାଏ। ବିଦ୍ୟୁପ୍ରଭା ସ୍ୱାମୀଙ୍କୁ ମଧ୍ୟ ବଳିପଡ଼ନ୍ତି। ଅତିଥି, ଅଭ୍ୟାଗତ ଚର୍ଚ୍ଚା କରିବାକୁ ସେ ବେଶ୍ ପ୍ରବୀଣା। ସୁନାମ ନେବାକୁ କିଏ ନ ଚାହେଁ? ଯେଉଁମାନେ ସବୁ ମୋହନବାବୁଙ୍କ ଘରକୁ ଯିବା ଆସିବା କରୁଥିଲେ ସେମାନେ ମୋହନବାବୁଙ୍କ ଉଦାରତା ଦେଖି ତାଙ୍କର ନିଶ୍ଚୟ ଯେ ପ୍ରଶଂସା ରାସ୍ତାଘାଟରେ ଗାଉଥିବେ ଏଥିରେ ସନ୍ଦେହ କରିବାରେ କୌଣସି କାରଣ ନାହିଁ, ଯେହେତୁ ଏହି ପେଟ ପାଇଁ ମଣିଷ ଅବିରତ ସଂଗ୍ରାମ କରିବାକୁ ଆନନ୍ଦ ପାଏ। ସମସ୍ତେ କହନ୍ତି ମୋହନବାବୁଙ୍କ ଭଳି ଲୋକ ମିଳିବେ ନାହିଁ। ସ୍ଵାମୀଙ୍କ ପ୍ରଶଂସା ଶୁଣି ଶୁଣି ବିଦ୍ୟୁପ୍ରଭାଙ୍କୁ ହସ ଲାଗେ। ଯେଉଁ ନିର୍ବୋଧ ଲୋକଗୁଡ଼ିକ କପେ ଚା' ଓ ଗଣ୍ଡିଏ ଜଳଖିଆ ଖାଇଦେଇ ଯାଉଥିଲେ ରାସ୍ତାଘାଟରେ ସେମାନଙ୍କ ସଙ୍ଗେ ଦେଖାହେଲେ କୃତ୍ୟକୃତ୍ୟ ହୋଇ ଯେତେବେଳେ ସେମାନେ ଲମ୍ବା ଚୌଡ଼ା ନମସ୍କାର ପକାନ୍ତି ସେତେବେଳେ ବିଦ୍ୟୁପ୍ରଭା ଆହୁରି ଅଧିକ ମନେମନେ ହସନ୍ତି ମଣିଷଗୁଡ଼ିକର ଅସହାୟଭାବ ଦେଖି। ବିଦ୍ୟୁପ୍ରଭା ମୋହନବାବୁଙ୍କୁ ଯେତେ ଚିହ୍ନନ୍ତି ସାଧାରଣ ଲୋକେ ତାଙ୍କୁ ସେତେ ଚିହ୍ନିପାରିବେ ନାହିଁ। ସେମାନେ ବାହାର ଲୋକ। ବାହାରେ ବାହାରେ ଆସନ୍ତି, ପୁଣି ବାହାରେ ବାହାରେ ଚାଲିଯାଆନ୍ତି। ଯେତେବେଳେ ସମସ୍ତେ ଧନ୍ୟବାଦ ଜଣାଇ ଓ ଶୁଖିଲା ହସଟିଏ ହସିଦେଇ ଚାଲିଯାଉଥିଲେ। ଲୋକମାନଙ୍କର ଏ ପ୍ରକାର ଶସ୍ତା ଭଦ୍ରାମି ଦେଖି ବିଦ୍ୟୁପ୍ରଭା ହସି ହସି ଗଡ଼ିଯାଉଥିଲେ ଏବଂ ତାଙ୍କର ମନରେ ଏକ ଧ୍ରୁବ ଧାରଣା ଜନ୍ମିଥିଲା ଯେ ଦୁଇଅଣା ଖର୍ଚ୍ଚ କରିପାରିଲେ ଯାହାକୁ ଚାହିଁବ ତାକୁ ବାନ୍ଧି ରଖିହେବ। ସାଧାରଣ ମଣିଷ ଅପେକ୍ଷା ଯେଉଁମାନେ ଟିକିଏ ଶସ୍ତା ଦାମର ବୋକା ସେମାନେ ନିଜକୁ ସବୁବେଳେ ଅତି ଚାଲାକ ବୋଲି ଭାବନ୍ତି ଏବଂ ଦେଖାଇ ହୁଅନ୍ତି ମଧ୍ୟ। ଅନେକ ଲୋକଙ୍କୁ ଚର୍ଚ୍ଚା କରିସାରିଲା ପରେ ଏବଂ ଅନେକ ଲୋକଙ୍କୁ ଦେଖିସାରିଲା ପରେ ଏହି ଧାରଣାଟି ବିଦ୍ୟୁପ୍ରଭାଙ୍କ ମନ ମଧ୍ୟରେ ସ୍ଥାନ ପାଇଥିଲା। ତେଣୁ ସେ ତାଙ୍କର ମନର ଗ୍ରାଫ୍ ପେପାର ଉପରେ ଅନେକଗୁଡ଼ିଏ ଗାର ଟାଣି ସାରିଲା ପରେ କହିଥିଲେ, ''ସବୁ ପୁରୁଷ ସମାନ। '' ସେ ପୁରୁଷର ଅର୍ଥ ବୁଝନ୍ତି। ପୁରୁଷ ହେଉଛି ଗୋଟାଏ ବୋକାର ପ୍ରତିମୂର୍ତ୍ତି। ତାଙ୍କର ଏପରି କହିବାର ଉଦ୍ଦେଶ୍ୟ ହେଉଛି ସେ ଯେଉଁମାନଙ୍କୁ ଜାଣିଥିଲେ ଏବଂ ଯେଉଁମାନଙ୍କୁ ଚିହ୍ନିଥିଲେ ସେହିମାନଙ୍କୁ ଦେଖି ଦେଖି ତାଙ୍କ ମନରେ ଧାରଣା ଜନ୍ମିଥିଲା ଯେ ସବୁ ପୁରୁଷ ନାରୀର ସ୍ନେହବୋଳା କଥାପଦେ ଶୁଣିବା ପାଇଁ ବ୍ୟଗ୍ର। ନାରୀର ସୁନ୍ଦର ସୁସ୍ଥ ଅବୟବକୁ ଉପଭୋଗ କରିବାପାଇଁ ସମସ୍ତେ ବ୍ୟସ୍ତ। ମାତ୍ର ନାରୀର ଅନ୍ତର ଚିହ୍ନିବା ଭଳି ପୁରୁଷ ଜଗତରେ ବିରଳ। ସମୁଦାୟ ପୁରୁଷ ଜାତି ସମ୍ବନ୍ଧରେ ଏହି ପ୍ରକାର ଗୋଟିଏ ନୀଚ ଧାରଣା ତାଙ୍କର ମନ ମଧ୍ୟରେ ଯେତେବେଳେ ସ୍ଥାନପାଇଥିଲା ସେତେବେଳେ ସେ ଖୁବ୍ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ ଯେ ନାରୀର ରହସ୍ୟ ଭେଦ କରିବାକୁ ନାରୀ ଯେଉଁଠି ଅକ୍ଷମ ପୁରୁଷ ସେଠାରେ ବା କିପରି କ୍ଷମ ହେବ?